ଅନେକଙ୍କ ମତରେ ସାହିତ୍ୟ ବି କୁଆଡ଼େ ସେହିପରି ଫାନ୍ଦେ। କେତେକ କବି ମଧ୍ୟ ହୁଏତ ସେହିପରି ଫାନ୍ଦନ୍ତି ଓ ଭାବୋଦ୍ରେକର ସତ ଉଦ୍ଦେଶ୍ୟଟିଏ ରଖି ଭାବକୁ ଗୋଟା ସୁଦ୍ଧା ଭେଷରା କରିଦିଅନ୍ତି। ଏବଂ, ସେହି ଉପଦ୍ରବ ଭିତରେ ପଡ଼ି ଆମ ବଡ଼ଠାକୁରେ ପୂରା ଛେଚେରା ହୋଇ ଯାଉଥବେ। ଆମ ଭକ୍ତମାନେ ବି ଯୁଗେ ଯୁଗେ ଆରାଧ୍ୟ ଠାକୁରମାନଙ୍କୁ ଏହିପରି ଛେଚେରା ହେବାକୁ ବାଧ୍ୟ କରି ଆସିଛନ୍ତି। ତାଙ୍କୁ ଗୋଟାସୁଦ୍ଧା ଆମର ବୋଲି କହି ତାଙ୍କ ନାଆଁରେ ବେସର ବାଟିଛନ୍ତି। ଯୁଦ୍ଧ ହେଉଛି ଏକ ଅସ୍ୱାଭାବିକ ପରିସ୍ଥିତି। ପୃଥିବୀର ବଡ଼ ଭାଗ୍ୟ ଯେ ଏହି ଯୁଦ୍ଧ ଆଦୌ ସବୁବେଳେ ଲାଗି ନଥାଏ। ଦେଶ ଦେଶ, ଆହୁରି ନିର୍ଭୁଲ ଭାବରେ କହିଲେ ସରକାର ସରକାର ମଧ୍ୟରେ ସବୁବେଳେ ଖୁମ୍ପାଖୁମ୍ପି ଲାଗିଥାଏ ସିନା, ମାତ୍ର ସବୁବେଳେ ଯୁଦ୍ଧ ଲାଗିନଥାଏ। ଦୁଇ ପକ୍ଷ ଏକ ଆରେକୁ ତତେଇ ଓ ଛଳେଇ କେତେକଥା କହୁଥାନ୍ତି ଓ ନିଜ ଡ଼ିହଟା ଉପରେ କେତେ ବାଡ଼ି ସିନା ବୁଲାଉଥାନ୍ତି। କିନ୍ତୁ ଆଦୌ ଯୁଦ୍ଧ ଭିତରେ ପଶନ୍ତି ନାହିଁ। ସବୁବେଳେ ଯୁଦ୍ଧ ଲାଗି ରହିବା ନିମନ୍ତେ ସରକାରମାନଙ୍କ ପାଖରେ ସେତେ ଅପର୍ଯ୍ୟାପ୍ତ ଧନ ଯେ ନଥାଏ, ତାହାକୁ ବିଧାତାର ଏକ ଆଶୀର୍ବାଦ ବୋଲି କୁହାଯାଇ ପାରିବ। ସ୍ଵାଭାବିକ ଜୀବନ ହେଉଛି ଭାବଗୁଡ଼ିକର ଜୀବନ। ଭାବ ଥାଏ। ସେଥିପାଇଁ ଭାବଗୁଡ଼ିକର ପ୍ରଦର୍ଶନ ହୁଏ ନାହିଁ। ହୁଏତ ଏପରି ବି ଅନୁମାନ କରାଯାଇ ପାରିବ ଯେ, ପ୍ରକୃତରେ ଭାବର ଅଭାବ ରହିଥିଲେ ହିଁ ଭାବର ପ୍ରଦର୍ଶନ କରିବାକୁ ମନବଳେ। ସତକୁ ସତ ଭଲ ପାଇଲେ ଭଲ ପାଇବାଟାର ପ୍ରଦର୍ଶନ ଏକାବେଳେକେ କମିଯାଏ। ଆଗେ ସଭାମାନଙ୍କରେ ରାଜାମାନଙ୍କର ପ୍ରୀତିପାଟଣାର ଚୋଦନା ନିମନ୍ତେ ତତ୍କାଳୀନ କବିମାନେ ଯେଉଁସବୁ ଶୃଙ୍ଗାରମୂଳକ କବିତା ବା ଆହୁରି କ'ଣ ସବୁ ଲେଖି ଶୁଣାଉଥିଲେ, ସେଥିରେ ସେମାନେ ଶୃଙ୍ଗାରକୁ ଗୋଟାସୁଦ୍ଧା ବୁହାଇ ଦେଉଥିଲେ। କିପରି ଭାବରେ ବୁହାଇ ଦେବାକୁ ପଡ଼ିବ, ସେଥିଲାଗି ରୀତିମତ ରୀତିଶାସ୍ତ୍ରମାନ ଲେଖାହୋଇ ରହିଥିଲା। ଅସଲ ରୀତିଟି ଯେଉଁଠାରେ ରହିଥାଏ, ସେଠାରେ ଲେଖି ବୁହାଇ ଦେବାର ରୀତିଟା ପ୍ରାୟ ଗୌଣ ହୋଇ ଯାଇଥାଏ। ଦେଶପ୍ରୀତି ନଥିଲେ ହିଁ ଅନେକ ମଣିଷ ଦେଶପ୍ରୀତିକୁ ଦେଖାଇ ହେବାକୁ ମନ କରନ୍ତି କି? ସୋଗ ନଥିଲେ ହିଁ ସୋଗ ଦେଖାଇ ହେବାର ପ୍ରୟୋଜନ ହୋଇଥାଏ କି? ବିଚାରା ଆମ ଦେଶର ପିଲାମାନେ! ଯୁଦ୍ଧଟାଏ ଲାଗିଲେ ଯାଇ ଯୋଉ ଲେଖକମାନେ ସେମାନଙ୍କୁ ଦେଶପ୍ରୀତିରେ ଉଦ୍ବୁଦ୍ଧ କରିବା ନିମନ୍ତେ ଜଗନ୍ନାଥ ବଳଭଦ୍ରଙ୍କୁ ଘୋଡ଼ା ଉପରେ ବସାଇ ସିଧା କାରଗିଲ୍ ପଠାଇ ଦିଅନ୍ତି, ସେମାନଙ୍କର କବିତ୍ୱବୁଦ୍ଧିକୁ ପ୍ରକୃତରେ ଧନ୍ୟ ବୋଲି କହିବା। ଏହି କାରଗିଲ ଅବସରରେ କେବଳ ପିଲାମାନଙ୍କ ପ୍ରସଙ୍ଗରେ ନୁହେଁ,। ବଡ଼ମାନଙ୍କୁ ବସାଇ ମଧ୍ୟ କେତେ କବିତା ପଠନ ହେଲା। କାବ୍ୟର କାଠଫାଳିଆ ଦ୍ଵାରା ଶତ୍ରୁର ପିଠିକୁ ଗୋଟାସୁଦ୍ଧା ଉଝାଳି ଦିଆଗଲା। ଆମର ଏହି ନାଟକଗୁଡ଼ିକର ମାଧ୍ୟମରେ ଆମର ଆସରଘରମାନଙ୍କରେ ବିଚରା ଶତ୍ରୁଟା ମଧ୍ୟ କେତେ କେତେ ଥର ଚିତ୍ ହୋଇଆସି ଯେ ପଡ଼ୁଥିଲା ଓ ଆମକୁ ପ୍ରାୟ ଏକ ରତିସୁଖ ଆଣି ଦେଉଥିଲା, ସେ କଥାର ସୁମାରି ବି କରିହେବ ନାହିଁ। ସାହିତ୍ୟକୁ, ଦେଶପ୍ରୀତିକୁ, ଆଦର୍ଶକୁ, ଧର୍ମ ବା ଭଗବାନଙ୍କୁ ମଧ୍ୟ ବହୁତ ମଣିଷ କ'ଣ ଅସୁବିଧାରେ ପଡ଼ି ଏମିତି ବୁହାଇ ଦିଅନ୍ତି କେଜାଣି-? ବୁହାଇ ଦେଉଥିବା ମଣିଷମାନେ ସବୁଦିନେ ଆମ ସ୍ୱାଭାବିକ ସଂସାର-ଚାରଣାର କ୍ଷେତ୍ରରେ ଏକ ବଡ଼ ପ୍ରମାଦ ହୋଇ ରହିଥାନ୍ତି। ନିଜେ ନାବାଳକ ପ୍ରାୟ ରହିବାକୁ ସୁଖ ପାଉଥାନ୍ତି ବୋଲି ଆମ